କଲ୍ୟାଣୀ ହସି ହସିକା କହିଲା ତୁମେ ଯାହା କରୁଥିଲ ସେମାନେ ସେଇଆ କରୁଛନ୍ତି। ଏ ସଂସାର ତିଷ୍ଠି ରହିବା ପାଇଁ ଯାହା ଏକାନ୍ତ ପ୍ରୟୋଜନ ସମସ୍ତେ ତା'ରି ପଛରେ ଗୋଡ଼ାଉଛନ୍ତି। ସବୁ ମନ ସମାନ। କି ମଣିଷ, କି ପଶୁ, କି ପକ୍ଷୀ; ପ୍ରେମ ସମସ୍ତଙ୍କର ଆବଶ୍ୟକ। ଗୁରୁପଦ ହସି ହସି ସାଇକଲରେ ବସି ପେଡ଼ାଲ ମାରିଲା। କଲ୍ୟାଣୀ ମୁରୁକି ମୁରୁକି ହସି ହସି ତା' ଯିବା ପଥକୁ ଚାହିଁ ରହିଲା। ଏହା ଭିତରେ ଚାରିବର୍ଷ ବିତି ଯାଇଥିଲା। ଗୁରୁପଦ ବି. ଏ. ପାସ୍ କରିଥିଲା। କଲ୍ୟାଣୀ ମଧ୍ୟ। ମହାପାତ୍ର ସାହାବଙ୍କ ଏକମାତ୍ର ପୁଅ ଶୀତାଂଶୁ ବାଙ୍ଗାଲୋରରୁ ଇଞ୍ଜିନିୟରିଂ ପାସ୍ କରି ଫେରିଥାଏ। ଚାକିରି ପାଇଁ ବିଭିନ୍ନ ଆଡ଼େ ଇଣ୍ଟରଭିଉ ଦେଉଥାଏ। କେଉଁଠି ସ୍ଥିର ହୋଇ ନ ଥାଏ। ଏହାରି ଭିତରେ ବୋଧେ ହୋଇଯିବ। ଯଦି ନ ହୁଏ, ମହାପାତ୍ର ସାହାବଙ୍କ ଇଚ୍ଛା ଶୀତାଂଶୁକୁ କିଛି ଦିନ ପାଇଁ ଜାପାନ ପଠାଇବେ। ଗୋଟିଏ ମାତ୍ର ପୁଅ। ସେ ତାଙ୍କର ସବୁକିଛି। ଇଞ୍ଜିନିୟରିଂ ଉପରେ ଉଚ୍ଚ ଶିକ୍ଷା ପାଇବା ପାଇଁ ଜାପାନ୍ ଯିବାକୁ ଶୀତାଂଶୁ ମହାପାତ୍ର ସାହାବଙ୍କୁ କହିଥିଲା। ମହାପାତ୍ର ସାହାବ ରାଜି ହୋଇଥିଲେ; କିନ୍ତୁ ମିସେସ୍ ମହାପାତ୍ର ଟିକେ ପଛେଇ ଥିଲେ କ'ଣ ନା ତାଙ୍କର ଇଚ୍ଛା ଥିଲା, ଶୀତାଂଶୁକୁ ବିଭା ଦେଇ ସାରିବା ପରେ ଜାପାନ୍ ପଠାଇବେ। ବର୍ତ୍ତମାନ ମିଷ୍ଟର ମହାପାତ୍ର ଓ ମିସେସ୍ ମହାପାତ୍ର କନ୍ୟା ଖୋଜିବାରେ ବ୍ୟସ୍ତ ଥାନ୍ତି। ମନ ଲାଖି ଝିଅଟିଏ ପାଇଲେ ଶୀତାଂଶୁକୁ ହାତକୁ ଦି'ହାତ କରିଦେବେ। କିନ୍ତୁ ବୁଲି ବୁଲି ମନଲାଖି ଝିଅଟିଏ ଏପର୍ଯ୍ୟନ୍ତ ପାଇଲେ ନାହିଁ। ମହାପାତ୍ର ସାହାବ ଭାରି ବ୍ୟସ୍ତ ହୋଇପଡ଼ିଲେ। ମିସେସ୍ ମହାପାତ୍ର ମଧ୍ୟ। କ'ଣ ବା ସେ କରିବେ? ଯେଉଁଠୁ ପ୍ରସ୍ତାବ ଆସୁଛି କେଉଁଠି ମନକୁ ପାଉନାହିଁ। ଧନ ଆବଶ୍ୟକ ନାହିଁ, ଆବଶ୍ୟକ ସୁନ୍ଦରୀ, ରୂପସୀ ବଧୂଟିଏ। ସେଦିନ ଅଫିସରୁ ଫେରି ଗୁରୁପଦ କୁଆଡ଼େ ବାହାରି ଥାଏ। ମିସେସ୍ ମହାପାତ୍ର ଡାକିଲେ। କ୍ଷଣକ ଭିତରେ ଗୁରୁପଦ ଆସି ସମ୍ମୁଖରେ ଠିଆ ହେଲା। ମିସେସ୍ ମହାପାତ୍ର ହସି ହସି ପଚାରିଲେ, ମୁଁ ସବୁ ଜାଣିଲିଣି ଯେ, ମୋତେ ଆଉ ଲୁଚାଇ ପାରିବନି। କଥାଟା ବି ଆଉ ଲୁଚି ରହିପାରିବ ନାହିଁ। ଗୁରୁପନ ମିସେସ୍ ମହାପାତ୍ରଙ୍କ କଥା ଶୁଣି ଆଶ୍ଚର୍ଯ୍ୟ ହୋଇଗଲା। ମନେ ମନେ ବଡ଼ ଭୟ କଲା। କିଛି ସେ ବୁଝି ପାରିଲା ନାହିଁ। ଭାବିଲା ସେ କ'ଣ କିଛି ଗୁରୁତର ଅପରାଧ କରି ପକାଇଛି କି? ଯାହାକି ସେ ଜାଣି ପାରୁନି। ପଇସାପତ୍ର ସେ ତ କାହାରିଠାରୁ ନିଏନି। କଣ୍ଟ୍ରାକ୍ଟରମାନେ ବହୁତ ପରସେଣ୍ଟଜ ଯାଚନ୍ତି, ସେ ସବୁ ଫେରାଇ ଦିଏ। ପାନ ଖଣ୍ଡେ କାହାଠାରୁ ନିଏ ନାହିଁ। ତେବେ ତା'ର ଭୁଲ୍ ରହିଲା କେଉଁଠି? କିଏ ମିଛ ସତ ଯୋଡ଼ି ତା' ନାଁରେ ସାହାବଙ୍କୁ କହିଛି କି? କହିଥିବ, ଅସମ୍ଭବ ନୁହେଁ ଏ ଯୁଗରେ ସବୁ ସମ୍ଭବ। କିନ୍ତୁ ମହାପାତ୍ର ସାହାବ କଣ୍ଟ୍ରାକ୍ଟର କଥାରେ ଭାସି ଯାଇଥିବେ ବୋଲି ସେ କାହିଁକି ବିଶ୍ୱାସ କଲାନି। ତେବେ ମିସେସ୍ ମହାପାତ୍ର ଏକଥା କହିଲେ କାହିଁକି? କିଛି ସମୟ ସ୍ଥିର ହୋଇ ଛିଡ଼ା ହୋଇ ରହିଲା ଗୁରୁପଦ। ମିସେସ୍ ମହାପାତ୍ର ପୁଣି କହିଲେ କ'ଣ ଗୁରୁପଦ ବାବୁ ଆମକୁ କେତେ ଦିନ ଲୁଚାଇବ। ସାହାବ ଦେଖି ସାରିଲେଣି ଶୀତାଂଶୁ ମଧ୍ୟ ଦେଖିଛି। ଅଫିସର ଲକ୍ଷ୍ମୀଧରବାବୁ, ଷଢ଼ଙ୍ଗୀବାବୁ, ଦାମବାବୁ ସମସ୍ତେ ଜାଣିଛନ୍ତି। ଆଉ ମଧ୍ୟ ଦେଖିଛନ୍ତି। ମୁଁ କେବଳ ବାକି ଅଛି, ମୋତେ ଦେଖାଇଦେଲେ ସବୁ ସରିଯିବ ଏବଂ ତା'ର ସମାପ୍ତି ମଧ୍ୟ ଘଟିବ। ଆଶ୍ଚର୍ଯ୍ୟ ହେଲା ଗୁରୁପଦ କ'ଣ ସେ ଉତ୍ତର ଦେବ? ତା' କଥା ସମସ୍ତେ ଜାଣିଲେ, ସେ ନିଜେ କିନ୍ତୁ ଜାଣିପାରିଲା ନାହିଁ। ଆଶ୍ଚର୍ଯ୍ୟ ଜଣାଯାଉଛି, କଥାରେ କିଛି ଗୋଟାଏ ମାହାତ୍ମ୍ୟ ଅଛି। ଏହାକୁ ଖୋଜି ପାଇବା ପାଇଁ ଟିକିଏ ସମୟ ଦରକାର। ପୁନର୍ବାର ଚିନ୍ତାକରି ସେ ଛିଡ଼ା ହେଲା। ମିସେସ୍ ମହାପାତ୍ର ପୁଣି ପଚାରିଲେ, କ'ଣ କହୁଛନ୍ତି? ମୋତେ ଦେଖାଇବେ ନାହିଁ? ତାଙ୍କୁ ଟିକେ ସାଙ୍ଗରେ ନେଇ ଆସନ୍ତୁ ଯଦି ଘରକୁ ଆସିଲେ ଲାଜ ଲାଗିବ ତେବେ ଚଣ୍ଡୀମନ୍ଦିରକୁ ଡାକି ଆଣନ୍ତୁ। କାହା କଥା ଆପଣ କହୁଛନ୍ତି? ଗୁରୁପଦ ପଚାରିଲା। କଲ୍ୟାଣୀ କଥା। ଆଉ କାହା କଥା ଆପଣଙ୍କୁ ପଚାରିବି? ମିସେସ୍ ମହାପାତ୍ରଙ୍କ କଥାଶୁଣି ଗୁରପଦ ହସିଲା।